ତୁ। କ'ଣ କେବଳ ଏକା ଲାଜ କରି ଜାଣୁ ବୋଲି ଭାବୁଛୁ? ଅପରର ହାତ ବେଜିଲେ ତୁ ଲାଜରେ ଝାଉଁଳି ପଡ଼ୁ ହେଲେ ମୁଁ ଝାଉଁଳେ ମୋ ନିଜ ରୂପ ଦେଖି। ଚଢ଼େଇଟିଏ ଆକାଶର ନୀଳିମା ଦେହରେ ନିଜ ପରର ନୀଳିମାକୁ ଘଷି ଘଷି ଉଡ଼ିଗଲା ବେଳେ... ପର ଭିତରେ ପବନ ପଶି ଯେମିତି କୁତୁକୁତୁ କରିବାକୁ ଇଚ୍ଛା କରେ—ଠିକ୍ ସେମିତି ଚନ୍ଦ୍ରାବତୀର ମନକୁ କୁତୁକୁତୁ କରୁଥିଲା ପୂଝାରୀର ଉତ୍ସାହଭରା ମନମତାଣିଆ କଥା-। ମୁହଁ ଖୋଲିଲା ଚନ୍ଦ୍ରାବତୀ ''କିରେ! ମୋର କ'ଣ ବାହାବେଳ ଚଟିଗଲାଣି ବୋଲି ତୁ ଭାବୁଛୁ? '' ପୂଝାରୀର ମନରେ ପ୍ରଶ୍ନବାଚୀର ପ୍ୟାରେଡ଼ ଚନ୍ଦ୍ରାଅପାର ରୂପ ଅଛି ସତ ହେଲେ ଚନ୍ଦ୍ରାଅପା କ'ଣ ବାହା ହେଇ ପାରିବ? କେଉଁ ମଫସଲରୁ ଆସି ଲୋକନାଥ ଶାନ୍ତନୁଙ୍କ ଘରେ ପୂଝାରୀ କାମ କରୁଛି। ତା' ଗାଁରେ ଏଡ଼େ ବଡ଼ ବଢିଲା ଝିଅ ସେ କେବେ ଦେଖିନାହିଁ। ଭଉଣୀ ଥିଲା ମାତ୍ର ତା'ର ଗୋଟିଏ। ବାର ବର୍ଷ ଦିନରୁ ସେ ତାକୁ ବାହାକରି ଦେଇଛି। ଭଉଣୀକୁ ମୋଟେ ବାର ବର୍ଷ ହେବାପରେ ଲୋକନାଥର ବୋଉ କହିଥିଲା—କିରେ ଲୋକା! ଭଉଣୀକୁ କ'ଣ ବାଡ଼ୁଅ ରଖିବୁ? ଝିଅ ବେଶୀଦିନ ରଖି ହେବନାହିଁ। ତା'ପାଇଁ ବରଟିଏ ଦେଖ୍... ସେଇଦିନୁ ମୁଣ୍ତ ଘୂରିଥିଲା ଲୋକନାଥର। କଷ୍ଟେ ମଷ୍ଟେ ହାତକୁ ଦି' ହାତ କଲା ଭଉଣୀକୁ। ପରେ ପରେ ନିଜର ପାଳି ପଡ଼ିଲା। ପଣ୍ତା ସାହିରେ ବାହା ହେଲା ସେ—ମାତ୍ର ନ ବର୍ଷର କନିଆଁକୁ। ଆଜିଯାଏ ମଧ୍ୟ ଲୋକନାଥର ପୁଆଣି ହୋଇନି। ବେଳେ ବେଳେ ଲୋକନାଥ ମନରେ ଭଉଁରୀ ଖେଳେ ବଢ଼ିଲା ଝିଅର ଶୋଭା। ଭାବେ ସେ ବଢ଼ିଲା ଝିଅଗୁଡ଼ାକ ମାଲିଆଣୀ। ପୁରୁଷ ମନକୁ ବାନ୍ଧି ପାରନ୍ତି ସେମାନେ। କିନ୍ତୁ ଲୋକନାଥ ଦେଖିଛି ତା' ଗାଁର କରଣ ସାହିରେ ଅନେକ ବର୍ଷ କାଏ ଝିଅଗୁଡ଼ାକ ବାହା ନ ହେଇ ରୁଅନ୍ତି। ସେଇଥିପାଇଁ ତାଙ୍କ ନାଁରେ କାହିଁ କେତେ ଅପବାଦ... ଲୋକନାଥ କହିଲା—''ନାଁ ଅପା! ବଅସ ଯାଇନାହିଁ ଯେ ମନ ତ ଚାଲିଯାଉଛି। ଏ ମନ କ'ଣ ଆଉ ଆସିବ? '' ଗମ୍ଭୀରା ହୋଇଉଠିଲା ଚନ୍ଦ୍ରାବତୀ। ଲୋକନାଥ ଠିକ୍ କହୁଛି। ଏ ମନ ଆଉ ଆସିବ ନାହିଁ। ଦିନ ଗଡ଼ିଗଲେ ନୂଆ ମନ ପୁରୁଣା ହୁଏ... ମନ ଦେହରୁ ରଙ୍ଗ ଲିତ୍ତେ ବାସନା ମରେ ମନ ହୁଏ ବିଷାକ୍ତ। ହଠାତ୍ କ'ଣ ଭାବିଲା କେଜାଣି ଚନ୍ଦ୍ରାବତୀ ବିଛଣାରୁ ଉଠିପଡ଼ି କହିଲା–''ଆଚ୍ଛା ଲୋକନାଥ! ତୁ ମତେ ବାହା ହେଇପାରିବୁ? '' ବାଲି ତାଟିଆଟା ଥୋଇ ଦେଇ ଦି'ହାତ ପଛକୁ ଘୁଞ୍ଚିଗଲା ଲୋକନାଥ। ଛି ଛି ଏ କ'ଣ କହୁଛ ଅପା! କାହିଁ କେଉଁଠି ତୁମର ଆସନ... ଆଉ ମୁଁ...। ଛାର ଛିକର ପୂଝାରୀଟାଏ। ଦୁର୍ବଳତାକୁ ବେଖାତିର କରି ହସିଲା ଚନ୍ଦ୍ରାବତୀ—କହିଲା—''ଆଚ୍ଛା କହିଲୁ ଲୋକନାଥ ନାରୀ ଜଣେ ଆଇ. ଏ. ଏସ ସ୍ୱାମୀଠାରୁ ଯେଉଁ ଆନନ୍ଦ ପାଏ—ଜଣେ ବିଲର ମୂଲିଆଠାରୁ କ'ଣ ସେହି ଆନନ୍ଦ ପାଇ ପାରିବନି? '' ଅନେକ କିଛି ଯୁକ୍ତି କରିବାକୁ ଇଚ୍ଛା ହେଲା ଲୋକନାଥର। ସେ ପୂଝାରୀ ହେଲେ ମଧ୍ୟ ମଣିଷ। ଅନେକ ଅନୁଭୂତି ଅଛି ତା'ର। ଚନ୍ଦ୍ରାବତୀର ଯୁକ୍ତିକୁ ସେମିତି ସମର୍ଥନ କରିଯିବ କେମିତି-? କହିଲା—''ନାଁ ଅପା? ପ୍ରଭେଦ ନିଶ୍ଚୟ ଅଛି। ଜଣେ ଗଜବନ୍ତ ପଲଙ୍କ ଉପରେ ବସୁଛି—ଆଉ ଛିଣ୍ତା କନ୍ଥା ଉପରେ ବସୁଛି। ବସିବା ଦେହରେ ପାର୍ଥକ୍ୟ ନାହିଁ ସତ। ହେଲେ ଅନୁଭୂତିରେ ନିଶ୍ଚୟ ପାର୍ଥକ୍ୟ ଅଛି। ତୁମେ ମନା କଲେ ହେବନାହିଁ। '' ଲଜ୍ଜିତା ହେଲା ଚନ୍ଦ୍ରାବତୀ। ଉତ୍ତେଜନାରେ କ'ଣ ବୋଲି କ'ଣ କହି ପକାଉଛି ସେ। ଛି ଛି କ'ଣ ଭାବିଥିବ ଲୋକନାଥ? ଖୁବ୍ କମ୍ ଦିନରେ ଜର ଛାଡ଼ିଲା ଚନ୍ଦ୍ରାବତୀର। ସ୍ୱଭାବିକ୍ ଭାବେ କାମରେ ଲାଗିଲା ଚନ୍ଦ୍ରାବତୀ। ଏଣେ ରାତି ଦିନ ମଧ୍ୟ କାମରେ ଲାଗିଥାଏ ଲୋକନାଥ। କିନ୍ତୁ ଏବେ ବେଳେ ବେଳେ କେମିତି ଅହେତୁକ ହୋଇ ଚମକି ପଡ଼େ ସେ। ସେ ଦିନକାର—ଚନ୍ଦ୍ରାଅପାର କଥାର ଦାଗଟା ରହିଯାଇଛି ତା' ଛାତି ଭିତରେ। ଦୋହଲି ଉଠୁଛି ତା ଯୁବକ ପ୍ରାଣ। ନଈ ସୁଅପରି ସୁଅ କାଟି ବେଳେ ବେଳେ ଅଥୟ କରୁଛି ତାକୁ-। ଖଣ୍ତାମଗର ଯେମିତି ପ୍ରତିକୁଳ ସ୍ରୋତରେ ଆଗକୁ ମାଡ଼ିଚାଲେ—ସେମିତି ବେଳେ ବେଳେ ଆଗେଇବାରେ ଲାଗିଛି ଲୋକନାଥ। ଏବେ ଶାନ୍ତନୁଙ୍କ ଅପେକ୍ଷା ଚନ୍ଦ୍ରାବତୀକୁ ଅଧିକ ଭକ୍ତି କରିବାକୁ ଚେଷ୍ଟା କରୁଛି ଲୋକନାଥ କିନ୍ତୁ ଲୋକନାଥକୁ ଶାସନ କରେ ଲୋପାମୁଦ୍ରା।